ଛୁଆ ଚାରୋଟି ସେଠାରେ ଖେଳୁଥାଆନ୍ତି। ମୁଁ ଧରିନେଲି ଯେ, ଆମେ ଦଳଟିଯାକ ଆଜି ଏଠାରେ ସିଂହ ପେଟକୁ ଯିବୁ। ତଥାପି ଶେଷ ପର୍ଯ୍ୟନ୍ତ ତ ଚେଷ୍ଟା କରିବାକୁ ହେବ। ତେଣୁ ସମସ୍ତଙ୍କୁ ଉଠାଇ ବନ୍ଧୁକ ଧରି ଠିଆ ହେବାକୁ ଆଦେଶ ଦେଲି। କିଛି ସମୟ ପରେ ପୁଣି ସେ ପାହାଡ଼କୁ ଚାହିଁ ଦେଖିଲି, ଉପରେ ଛୁଆଗୁଡ଼ିକ ଖେଳୁଛନ୍ତି-। ତଳୁ ଦୁଇ ଜଣ ଲୋକ ହାମୁଡ଼େଇ ହାମୁଡ଼େଇ ଉପରକୁ ଉଠୁଛନ୍ତି। ମାତ୍ର ତେଣେ ବେଶୀ ସମୟ ଚାହିଁବାକୁ ବେଳ ନ ଥାଏ। ସିଂହ ଆସିଲେ କିପରି କଅଣ କରିବାକୁ ହେବ, ମୋ ଲୋକଙ୍କୁ ତାହା ବତାଇ ଦେଉଥାଏଁ। ଚାହିଁ ଚାହିଁ ରାତି ପ। ହିଲା; ମାତ୍ର ସିଂହର ଦେଖା ନାହିଁ। ଦିନ ହେବାରୁ ଆମେ ଟିକିଏ ଆଶ୍ୱସ୍ତ ହେଲୁ। ଲୁଗାପଟା ବନ୍ଧାବନ୍ଧି କରି ସେଠାରୁ ବାହାରୁଛୁ, ଏହି ସମୟରେ କ। ଲି ରାତିର ସେ ବଣୁଆ ଲୋକ ଦୁଇ ଜଣ ଆସିଲେ। ସେମାନଙ୍କ ହାତରେ ଗୋଟିଏ ସିଂହଛୁଆ। ସେଇଟିକୁ ସେ ମୋତେ ଉପହାର ଦେଲେ। ମୋ ଖାନ୍ସମା ଛୁଆଟିକୁ ଧରି କିଛି ଗୁଣ୍ଡ ଦୁଧ ଖୁଆଇଦେଲା। ତା'ପରେ ସିଂହଛୁଆ ଖାନ୍ସମାକୁ ଛାଡ଼ି ଆଉ କୁଆଡ଼େ ଯିବାକୁ ରାଜି ହେଲା ନାହିଁ। ବଣୁଆଙ୍କ କଥାରୁ ଜାଣିଲି, ସେମାନେ ଗଲା ଚାରି ପାଞ୍ଚ ଦିନ ହେବ ଏ ଛୁଆକୁ ଧରିବା ପାଇଁ ଚେଷ୍ଟା କରୁଥିଲେ। କାଲି ସୁଯୋଗ ମିଳିଗଲା। ସିଂହ ଓ ସିଂହୀ ଶିକାର ଖୋଜିବାକୁ ଚାଲିଗଲାରୁ ଏମାନେ ପାହାଡ଼ ଉପରକୁ ଚଢ଼ିଲେ। ଗୋଟାଏ ଛୁଆ ପଳାଇଗଲା, ଦୁଇଟାକୁ ଧରି ନ ପାରିବାରୁ ବର୍ଚ୍ଛାରେ ମାରି ପକାଇଛନ୍ତି; ବାକି ଏଇ ଗୋଟିଏ ଧରା ପଡ଼ିଲା। ସିଂହଛୁଆଟିକୁ ଦେଖି ମୁଁ ଭାରି ଖୁସି ହୋଇ ଯାଇଥିଲି; ତେଣୁ ଯତ୍ନରେ ରଖିବା ପାଇଁ ଖାନ୍ସମାକୁ ଆଦେଶ ଦେଲି। ନିଗ୍ରୋ ଚାକରଟି କହିଲା, "ହଜୁର, ସିଂହଛୁଆ ରଖିବା ମହାବିପଦ। ଯେତେ ଦୂରରେ ଯେଉଁଠାରେ ଥାଆନ୍ତୁ ପଛକେ, ତା'ର ବାପ ମା' ନିଶ୍ଚୟ ଯାଇ ଚଢ଼ାଉ କରିବେ, ପ୍ରତିଶୋଧ ନେବେ"। ମୁଁ କିନ୍ତୁ ସେ କଥାରେ ବିଶ୍ୱାସ କଲି ନାହିଁ। ସିଂହଛୁଆଟିକୁ ସାଙ୍ଗରେ ଧରି ଆମେ ଆମର ଯାତ୍ରା ଆରମ୍ଭ କରିଦେଲୁ। ସେ ବଣୁଆଲୋକ ଦୁଇଜଣଙ୍କୁ କିଛି ବିସ୍କୁଟ୍ ପୁରସ୍କାର ଦେଲି। ସେଦିନ ମଧ୍ୟ ବଣ ଭିତରେ ପନ୍ଦର କୋଡ଼ିଏ ମାଇଲ ବାଟ ଚାଲିଲୁ। କେତେ ରକମର ଜୀବଜନ୍ତୁ ଦେଖିଲୁ, କେତେ ମଧ୍ୟ ମାଇଲୁ। ରାତି ହେବା ଆଗରୁ ଗୋଟିଏ ପରିଷ୍କାର ଉଚ୍ଚ ଜାଗାରେ ତମ୍ବୁ ପକାଇ ରହିଲୁ। ସେଦିନ ରାତିରେ ନିଗ୍ରୋ ଚାକର ଆସି କହିଲା, ''ଏଠାରେ ବହୁତ ହରିଣ ଅଛନ୍ତି। ଚାରିଆଡ଼େ ସେମାନଙ୍କ ପାଦ ଚିହ୍ନ ଦେଖାଯାଉଛି। କାଲି ଦିନଟା ଏଠାରେ ରହି ହରିଣ ଶିକାର କରିବା। '' ରାତି ପାହାନ୍ତାରୁ ସମସ୍ତେ ଉଠି ହରିଣ ଶିକାରକୁ ବାହାରିଲୁ। ବହୁତଆଡ଼ ଖୋଜାଖୋଜି କଲୁ; କିନ୍ତୁ କେଉଁଠାରେ ହେଲେ ଗୋଟିଏ ହରିଣ ଦେଖିବାକୁ ପାଇଲୁ ନାହିଁ। କ୍ରମେ ରାତି ପାହିଆସିଲା। ଦୂରରେ ଗୋଟାଏ ଝରଣା ପାଖରେ ଗୁଡ଼ିଏ ହରିଣ ଦେଖାଗଲେ। ମୁଁ ଲୋକମାନଙ୍କୁ ସେ ଝରଣା ପାଖକୁ ପଠାଇଦେଲି। ସେମାନଙ୍କୁ କହିଲି, ସବୁଆଡ଼ ବାଟ ଜଗି ରହ; ଯେଉଁ ବାଟେ ହରିଣ ଦଳ ଫେରିବେ, ସେଠାରେ ତାଙ୍କୁ ମାରିବା। ଏ ପାଖ ବାଟ ମଧ୍ୟ ମୁଁ ଜଗି ରହିଛି। ମୋ ସାଙ୍ଗରେ ମୋ କୁକୁରଟା ବି ଥାଏ। ସେ ଭୋ ଭୋ ବୋବାଇ ଉଠିଲା।। ତା' ପାଟି ଶୁଣିଲେ ହରିଣ ଆସିବେ ନାହିଁ; ତେଣୁ ତାକୁ ଦୁଇ ତିନିବାର ଇସ୍ଇସ୍ କଲି; ମାତ୍ର ସେ ନ ଶୁଣିବାରୁ ଜୋରରେ ଗୋଟାଏ ଗୋଇଠା ପକାଇଲି। ତା' ପେଟରେ ଗୋଇଠାଟା ବାଜିଲା। ତାକୁ ନିଶ୍ଚୟ ଭାରି କାଟିଥିବ। ସେ ମୁହୂର୍ତ୍ତେ କେଁ କେଁ ଶବ୍ଦକରି ଚୁପ୍ ହେଲା। ମୁଁ ହରିଣ ଆସିବା ବାଟ ଚାହିଁ ରହିଛି; ବାଁ ପାଖରୁ ଗୋଟାଏ ମସ୍ତବଡ଼ ସିଂହ ମୋ ଉପରକୁ କୁଦିପଡ଼ିଲା। ତା' ପଞ୍ଝା ମାଡ଼ରେ ମୁଁ ତଳେ ପଡ଼ିଗଲି। ମୋ ହାତରୁ ବନ୍ଧୁକ ଛିଡ଼ିକି ଖଣ୍ଡଦୂରରେ ପଡ଼ିଲା। ସିଂହର ମୂର୍ତ୍ତି ଦେଖି ମୋ ରକ୍ତ ପାଣି ହୋଇଆସିଲା; ଆଖି ଫିଟାଇ ତାକୁ ଚାହିଁପାରିଲି ନାହିଁ। ମୋତେ ତା' ପେଟତଳେ ରଖି ଚାରିପାଖରେ ଚାରି ଗୋଡ଼ ଦେଇ ସେ ଠିଆହେଲା। ତା'ପରେ କଅଣ ଭାବି ତା' ଆଗ ଗୋଡ଼ ପଞ୍ଝାରେ ଖୁବ ଜୋରରେ ମୋତେ ଲେଉଟାଇ ପକାଇଲା-। ବିଲେଇ ତା' ଛୁଆକୁ ଯେପରି ବେକରୁ କାମୁଡ଼ି ଧରି ନବା ଆଣିବା କରେ, ସେ ସେହିପରି ମୋ ବେକ କାମୁଡ଼ି ମୋତେ ଓହଳାଇ ବଣ ଭିତରକୁ ଚାଲିଗଲା।